ସୁମନ୍ତଙ୍କୁ ନିଶ୍ଚୟ ତାଙ୍କର ଶେଷ ଅନୁରୋଧଟି ରକ୍ଷା କରିବାକୁ ହେବ। ଏହା ହେଉଛି ଦେବବାଳାଙ୍କ ଚିଠିର ସାରାଂଶ। ପୁଣି ସେହି ସୁକାନ୍ତୀ? ସୁମନ୍ତଙ୍କର ପୁଣି ନୂତନ ଆବିଷ୍କାର। ସେ ନିଜର ଯୁକ୍ତିକୁ ପ୍ରତିପାଦିତ କରିବା ପାଇଁ ଭାବିଲେ ଏହା ମଧ୍ୟରେ ସୁକାନ୍ତୀ କୌଣସି ଭାଗ୍ୟବାନ ଯୁବକର ଅଙ୍ଗଶାୟିନୀ ହୋଇ ଫେନିଳ ଦୁଗ୍ଧସମ ମଲମଲ ଶଯ୍ୟା ଉପରେ ନିଜର ଜାଫ୍ରାନୀ ରଙ୍ଗର ଦେହକୁ ଲୋଟାଇ ଦେଇ ସେ ନିଶ୍ଚୟ ଆକାଶ କୁସୁମ ତୋଳିବା ପାଇଁ ହାତ ବଢ଼ାଉଥିବ। ଆଉ ସୁମନ୍ତର ସ୍ମୃତି ତା'ର ହୃଦ ଆକାଶର ଘନ କୁହେଳି ତଳେ ଚିରଦିନ ପାଇଁ ଲୁଚିଯାଇଥିବ। ସୁମନ୍ତକୁ ସଂସାର କରିବାକୁ ପଡ଼ିବ। ସେ ଭାଉଜର ସରଳ ବିଶ୍ୱାସରେ ବିଷ ବୋଳିଦେଇ ପାରିବେ ନାହିଁ। ତେବେ ପାତ୍ରୀ କିଏ ବା ତୁମର ଅଧରମଧୁ ଚାଖିବା ପାଇଁ ପ୍ରଣୟପ୍ରାର୍ଥିନୀ ନ ହେବ ସୁମନ୍ତ? ପୁଣି ସେହି ମନର ମଣିଷର ଏ ସରଳ ପ୍ରଶ୍ନ ସୁମନ୍ତଙ୍କୁ ଶୁଣାଗଲା। ଉର୍ବଶୀର ମୁନିମନଲୋଭା ରୂପ, ମେନକାର ଦେବଦୁର୍ଲ୍ଲଭ ଜ୍ୟୋତି ତାଙ୍କର କାମନାର ବାହାରେ। ସେ ଚାହାଁନ୍ତି କେବଳମାତ୍ର ଗୋଟିଏ ନାରୀ। ଯେଉଁ ନାରୀଟିକୁ ସେ ଚାହାଁନ୍ତି, ସେ ରୂପରେ ଭୈରବୀ ହେଉ ଅଥବା ସୂର୍ପଣଖା ପରି ଅସୁନ୍ଦରୀ ହେଉ ସେଥିରେ ତାଙ୍କର ଲେଶମାତ୍ର ଆପତ୍ତି ନାହିଁ। ପୂର୍ବର କେଉଁ ଦୁଷ୍କୃତି ଫଳରେ ଯେ ତିଳୋତ୍ତମା କଳାକଜ୍ୱଳ ରୂପକୁ ଧରି ବିଧାତାଙ୍କର ଚରମ ସୃଷ୍ଟିକୁ ଉପହାସ କରି ଧରାପୃଷ୍ଠକୁ ଆସିଥିଲା, ସେ କଥା କେବଳ ସେ ଜାଣେ। ତିଳୋତ୍ତମା ହେଲା ସୁମନ୍ତର ଅଙ୍କଲକ୍ଷ୍ମୀ। ଗୋଟିଏ ସ୍ତ୍ରୀର ରୂପ ଦେଖି ଅନ୍ୟ ଗୋଟିଏ ସ୍ତ୍ରୀ ଯେ ରାଗରେ ଜଳିଯାଇପାରେ ଏହି କଥା ସୁମନ୍ତ ପ୍ରଥମେ ଆବିଷ୍କାର କଲେ ଭାଉଜଙ୍କର ଭ୍ରୂକୁଞ୍ଚନରୁ। ଭାଉଜଙ୍କର ପାଟିରୁ ବାହାରିପଡ଼ିଲା ''ଏ କ'ଣ କଲ ସୁମନ୍ତ? '' ''ତୁମକୁ ସୁଖୀ କରିବାକୁ ଏହା କରିବାକୁ ବାଧ୍ୟ ହେଲି ଭାଉଜ। ଯେଉଁ ତିଳୋତ୍ତମାର ରୂପ ବିଧାତାଙ୍କର କଳ୍ପନାତୀତ, ସେହି ତିଳୋତ୍ତମାକୁ। ଦେଖିଲେ ସୁକାନ୍ତୀର ସ୍ପର୍ଦ୍ଧା କ୍ଷଣକ ସକାଶେ ନଇଁପଡ଼ିବ ନାହିଁ ଭାଉଜ? '' ଅବିଚଳିତ କଣ୍ଠରେ ସୁମନ୍ତ ଏତିକି କହି ଘର ମଧ୍ୟରୁ ବାହାରି ଯିବାବେଳେ ଦୁଇଟୋପା ଲୁହ ତାଙ୍କ ଆଖିରୁ ସିମେଣ୍ଟ ଚଟାଣ ଉପରେ ଗଡ଼ିପଡ଼ିଲା। ସୁମନ୍ତର ବ୍ୟଥିତ ହୃଦୟର ପରିଚୟ ଦେବବାଳା ପାଇବା ମାତ୍ରେ ସେ ସୁମନ୍ତଙ୍କୁ ପଚାରିଲେ, ''ସୁକାନ୍ତୀକୁ ଅଭିମାନ କରି ନିଜକୁ ନିଜେ କାହିଁକି ଦଗ୍ଧ କଲ ସୁମନ୍ତ? '' ଉତ୍ତର ଦେବାକୁ ସେଠାରେ ସୁମନ୍ତ ନ ଥିଲେ। ନିର୍ବାକ୍ ପିତୁଳାସଦୃଶ ଏହି ଦୃଶ୍ୟ କେବଳ ଉପଭୋଗ କରୁଥିଲା ତିଳୋତ୍ତମା। ''କେବେ ଯଦି ସୁକାନ୍ତୀକୁ ଦେଖ, କହିବ ସୁମନ୍ତ ସୁଖରେ ଅଛି। '' ଏହା ହେଉଛି ସୁମନ୍ତର ଭାଉଜଙ୍କୁ ବିଦାୟ ଦେବା ସମୟରେ ପ୍ରାର୍ଥନା। ଦେବବାଳା କୌଣସି ଉତ୍ତର ଦେଇପାରିଲେ ନାହିଁ। ସେ କେବଳ ଦୁଇଟୋପା ଲୁହ ଗଡ଼ାଇ ଫେରିଆସିଲେ। ଓଃ, କି ଭୟଙ୍କର ରୂପ? ସତେଯେପରି ଗୋଟାଏ କାଳନାଗୁଣୀ ସୁମନ୍ତର ଗଳାରେ ଛନ୍ଦିହୋଇ ଓଠ ପାଖରେ ମୁହଁ ଲଗାଉଛି। ଶୋଇବା ଘର ପଲଙ୍କ ପାଖରେ ଟଙ୍ଗା ହୋଇଥିବା ଦର୍ପଣରେ ପ୍ରତିବିମ୍ବ ଦେଖି ସୁମନ୍ତ ଛାନିଆ ହୋଇଉଠିଲେ। କିନ୍ତୁ ସେ ଯେ ନିଜେ ଏହି କାଳନାଗୁଣୀକୁ ଆହ୍ୱାନ କରି ଆଣିଛନ୍ତି ସୁକାନ୍ତୀର ତୀବ୍ର ବିଷଜ୍ୱାଳାରୁ ନିଜକୁ ବଞ୍ଚାଇବା ପାଇଁ। ସେଥିପାଇଁ ବିଚାରୀ ତିଳୋତ୍ତମାର ବା ଦୋଷ କ'ଣ? ଦୟାରେ ସୁମନ୍ତର ହୃଦୟ ଆର୍ଦ୍ର ହୋଇଉଠିଲା। ସେ ନିଜର ସମସ୍ତ ଶକ୍ତି ଖଟାଇ ତିଳୋତ୍ତମାକୁ ସୁଖୀ କରିବେ। ତିଳୋତ୍ତମା ହେବ ତାଙ୍କର ଉତ୍ତର ଦାୟାଦର ଜନ୍ମଦାତ୍ରୀ। ସେ ସୁମନ୍ତର ଛାତି ତଳରେ ଶୋଇରହି ତା'ର ନାରୀଜନ୍ମର ସାର୍ଥକତା ଆଣିବ। ଯେ ସୁକାନ୍ତୀ ପାଇଁ ଏତେ ତ୍ୟାଗ ସ୍ଵୀକାର କରିପାରିଛନ୍ତି, ସେ କ'ଣ ତିଳୋତ୍ତମା ପାଇଁ ଏତିକି କରିପାରିବେ ନାହିଁ? ସୁମନ୍ତ ଉନ୍ମତ୍ତ ପ୍ରାୟ ଚିତ୍କାର କରି କହିଲେ, ''ତିଳୋତ୍ତମା! ତୁମେ ହେଉଛ ମୋର ରୂପରାଜ୍ୟର ରାଜଜେମା। ମୁଁ ମୋର ମନ ପକ୍ଷିରାଜରେ ସାତ ସମୁଦ୍ର ତେର ନଈ ବୁଲି ବୁଲି ତୁମକୁ ବୁଢ଼ୀ ଅସୁରୁଣୀର କବଳରୁ ଛଡ଼ାଇ ଆଣିଛି ଏହି ହୃଦୟ ସିଂହାସନରେ ବସାଇ ପୂଜା କରିବା ପାଇଁ। ତୁମେ ମୋର ସର୍ବସ୍ୱ। '' ଦୀର୍ଘଦିନର ବ୍ୟବଧାନ ପରେ ଶତପ୍ରଶ୍ନ ତିଳୋତ୍ତମାର ମନରେ ଉଦୟ ହେଲା। ଏ ଅଭିନୟ ପୁଣି କାହିଁକି? ସେ ଯେ ନାରୀ। ମା' ହେବାପାଇଁ ସେ ଯେ ଦୁନିଆକୁ ଆସିଅଛି। ମାତୃତ୍ଵ ଯେ ତାହାର ଏକମାତ୍ର କାମନା। ସେଥିପାଇଁ ସୁମନ୍ତ ଏତେ କୃପଣତା ପ୍ରକାଶ କରୁଛନ୍ତି କାହିଁକି? ସେ ମା' ନ ହେଉ ଏହା କ'ଣ ସୃଷ୍ଟିକର୍ତ୍ତାଙ୍କ ପରମ ଅଭିଳାଷ?